ଧରାଯାଉ, ଲୋକଟି ସେଇ ଅତିନ୍ଦ୍ରିୟ ରାଜ୍ୟରୁ ଚାଲି ଆସିଚି ଭୁଲ୍ବଶତଃ ବାଟବଣା ହୋଇ ଏଇ ପୃଥିବୀକୁ ଯେଉଁଠି ଶୂନ୍ୟରେ ହସିହସି ବାଗୁଡ଼ି ଖେଳିହୁଏ, ଦୋଳିରେ ଝୁଲିହୁଏ, ନଈ ପହଁରି ହୁଏ ବିନା କ୍ଳାନ୍ତିରେ। ଅସୀମର ସତ୍ତାକୁ ମାପିହୁଏ। ଐଶ୍ୱରିକ ସୁଖ ବୋଲି କିଛି ଗୋଟାଏ ନିର୍ଦ୍ଦିଷ୍ଟ ଜିନିଷ ନାଇଁ ବୋଲି ଯୁକ୍ତି କରି ବୁଝେଇ ଦେଇହୁଏ। ଯେଉଁଠି ଗଛଲତା, ପଶୁପକ୍ଷୀ, ପାହାଡ଼, ଝରଣା, ବରଫ ସ୍ତୁପ ଓ ପ୍ରତ୍ୟେକଟି ଜୀବକୋଷରୁ ଈଶ୍ୱର ସତ୍ତାର ସୂକ୍ଷ୍ମ ଆଭାସ ମିଳିଥାଏ। ସେଇ ସୁପର୍ ପ୍ଲାନେଟ୍ର ପୂର୍ଣ୍ଣାଙ୍ଗ ଲୋକଟିଏ। ଈର୍ଷା, ଭୟ, ଘୃଣା, ଅହନ୍ତା ବୋଲି କିଛି ଜାଣିନାଇଁ ବିଚାରା! ସମୁଦାୟ ପୃଥିବୀକୁ ନିଜର ଘର ବୋଲି ଭାବି ସମସ୍ତ ଭୌଗୋଳିକ ସୀମା ସରହଦ ଲଙ୍ଘନ କରି ସେ ଘୂରି ବୁଲିଚି ଓ ମାନବ ଜାତିକୁ ପ୍ରେମକରି ଶିଖିଚି। ଲୋକଟିର ମସ୍ତିଷ୍କରେ ଖଞ୍ଜାଯାଇଛି ବହୁ ଶକ୍ତିଶାଳୀ ଏକ ଇଲେକ୍ଟ୍ରୋନିକ କମ୍ପ୍ୟୁଟର। ଯେଉଁଥିପାଇଁ ତା'ର ଚିନ୍ତା ତା'ର ଚେତନା ତା'ର ଅନୁସନ୍ଧିତ୍ସା ସବୁ ଏ ବିଶ୍ୱର ପ୍ରତ୍ୟେକଟି ଜୀବକୋଷରୁ ପୃଥକ୍। ସୁପିରିଅର୍। ସୁପର୍ ପ୍ଲାନେଟର ସମସ୍ତ ସମ୍ଭୋଗ, ମଉଜମଜ୍ଲିସ୍, ସବୁ ଆଡ୍ଡାକୁ କିକ୍ମାରି ଇଚ୍ଛାକୃତଭାବେ ଦୁଃଖଯନ୍ତ୍ରଣାର, ହସକାନ୍ଦର ପୃଥିବୀକୁ ନିଜର ଚାରଣଭୂମି ରୂପେ ବାଛିନେଇ ଲୋକଟି ଧାଇଁ ଆସିଥିଲା କିଛି ଗୋଟାଏ ମହନୀୟ କାମ ଜୀବନରେ କରି ପକାଇବାକୁ। ଅସଜଡ଼ା ପୃଥିବୀକୁ ସଜେଇ ଦେଇଯିବ। ପ୍ରଥମ ଧାଡ଼ିରେ ନିମନ୍ତ୍ରିତ ଅତିଥିପରି ବେକରେ ଗଜରାହାର ପକାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରୁଥିବା ଭଳି ଅଭିନୟ କରିବାକୁ ସେ ମନକରି ନଥିଲା ବା' ପରିତ୍ରାଣୟାଂ ସାଧୁନାଂ ନୀତିରେ ଏ ବିଶ୍ୱବ୍ରହ୍ମାଣ୍ଡକୁ ସର୍ବଗ୍ରାସୀ ପ୍ରଳୟ ମୁହଁରୁ ଉଦ୍ଧାର କରିବାପାଇଁ ମହାପୁରୁଷ ସାଜିବାକୁ ମନବଳାଇ ନଥିଲା। ଅନୁରକ୍ତ ଭକ୍ତପରି ହଜାର ହଜାର ମଲାଙ୍ଗମାନଙ୍କୁ ତା' ନିଜ ଧର୍ମରେ ଦୀକ୍ଷିତ୍ କରିବାକୁ ଚାହିଁନଥିଲା। କେତେକ ତା'ର ପ୍ରତ୍ୟକ୍ଷ ବୁଦ୍ଧିକୁ ତାରିଫ୍କରି, ତା' କଥାରେ ବାୟାହୋଇ ତା' ପଛେ ପଛେ ଜୋକପରି ଲାଗି ରହିଥିଲେ। ତା'ର ପୂଜ୍ୟ ନାମାବଳି ଗଳାରେ ଝୁଲାଇ ସାଇ ସାଇ ଘୂରି ବୁଲୁଥିଲେ। ତା' ଫଟୋ ମୁଣ୍ଡଉପରେ ପୂଜା କଲେ। ତା' ନାଁରେ ସଂସ୍ଥା ଗଢ଼ିଲେ। ସେ ଯେ ଗୋଟାଏ ମସ୍ତବଡ଼, 'ରିଫରମିଷ୍ଟ'। ଏକ ବିରାଟ 'ରିସ୍କ' ହାତକୁ ନେଇଛି। ଗୋଟାଏ ମସ୍ତବଡ଼ ଚାଲେଞ୍ଜର ମୁହାଁମୁହିଁ ହୋଇ ସବୁକିଛି ଓଲଟ ପାଲଟ କରିଦେବ ଆଖି ପିଛୁଡ଼ାକେ। ଦଳଦଳ ହୋଇ ସେଇ କଥାକୁ ବନେଇ ଚୁନେଇ କହି ବୁଲିଲେ। ତା' ନାଁରେ ପାର୍ଟି ଗଢ଼ାଗଲା। ତାକୁ ଗୋବର ଗଣେଷ ପରି ଖଟୁଲିରେ ବସାଇ ନିଜ ନିଜର କାଢ଼ୁଆପଣ ଦେଖାଇ ହେଲେ। ଅନ୍ୟ ପକ୍ଷର ଲୋକଙ୍କୁ ପ୍ରଶ୍ନବାଣରେ ଜର୍ଜ୍ଜରିତ କରି ପକାଇଲେ। ନୂଆ ମଣିଷର ନୂଆ କଥାକୁ ନୂଆ ଢଙ୍ଗରେ ରୂପଦେଇ ନିଜର ବୌଦ୍ଧିକତାରେ ଡିଣ୍ଡିମ ପିଟି ବସିଲେ। ଜାଣିବାବାଲାଏ ପାଟି ନ ଫିଟେଇ ନିଜର ଇଜତ ମହତ ଜଗିରଖି ଚୁପ୍ ହୋଇଗଲେ। ଆଉ ନ ଜାଣିବା ବାଲା ଖୁବ୍ ସତର୍କତାର ସହିତ ଅପେକ୍ଷା କରି ରହିଲେ କ'ଣ ଘଟୁଛି ବା' ନିକଟ ଭବିଷ୍ୟତରେ ଘଟିବାକୁ ଯାଉଛି ଦେଖିବାକୁ। ଅନେକ ସମୟରେ ଲୋକଟିର ମନ ଅକାରଣରେ ଫିକା ପଡ଼ିଥାଏ। ସବୁଜ ପୃଥିବୀ ତା' ଆଖି ଆଗରେ ରୂପ ବଦଳେଇ ଧୂସର ଦିଶେ। ଫିକା ଦିଗ୍ବଳୟକୁ ଚାହିଁ ସେ ଦୀର୍ଘଶ୍ୱାସ ଛାଡ଼େ। ରାସ୍ତା ଉପରର ମଣିଷମାନଙ୍କର ଶେଥା ମୁହଁକୁ ନିରେଖି ଦେଖେ। କି ଦାରୁଣ ଯନ୍ତ୍ରଣାରେ ସେମାନଙ୍କ ମୁହଁ ଝାଉଁଳି ପଡ଼ିଚି, ଆହାଃ! ମାଇଲ୍ ମାଇଲ୍ ଧରି କଙ୍କାଳମାନଙ୍କର ନୀରବ ଶୋଭାଯାତ୍ରା! ହଲ୍ଚଲ୍ ହବାକୁ ନାଇଁ। କାହାକୁ କେହି ବୁଝିବାକୁ, ଜାଣିବାକୁ ପ୍ରସ୍ତୁତ ନୁହନ୍ତି। ସବୁଠି ବ୍ୟବଧାନ ଅନେକ ବେଶୀ ଖାପ୍ଛଡ଼ା ଭାବ। ଆହାଃ, କେଉଁ ଅପଦେବତାର ଶାପ ପାଇ ଜନ୍ମନେଇଛି ଏ ଜାତି? ଡରିଡରି, ଥରି, ଥରି ଭଲକୁ ଭେଲକରି, ସିଧାସଳଖ ରାସ୍ତାଭୁଲି ଅରମା ଅସନା ବଙ୍କାଢଙ୍କା ରାସ୍ତାରେ ଧାଉଁଚି! କୋଉଥିପାଇଁ ଚିନ୍ତା ନାହିଁକି ଦକ ନାହିଁ। ମୃତ୍ୟୁର ଶୀତଳ ହାତ ଲମ୍ବି ଲମ୍ବି ଆସୁଥିବା କଥା ସେ ଜାଣେ। ସେଇଥି ପାଇଁତ ବର୍ତ୍ତମାନକୁ କଲବଲ କରି ହତ୍ୟା କରୁଛି ନିଜ ହାତରେ। ସେ ଜାଣେ, କାଳ କ୍ଷଣ କ୍ଷଣ କରି ମିଶିଯିବ ମହାକାଳ ଗର୍ଭରେ। ତା'ପରେ ସବୁ ଶେଷ। ପ୍ରେକ୍ଷାଳୟ ଶୂନଶାନ୍। ଯବନିକା ପତ୍ତନ। ତଥାପି ମଣିଷର ପରଓ୍ୱା ନାହିଁ। ତା'ରି ଆଖି ଆଗରେ କେତେ ଟଳି ପଡ଼ୁଛନ୍ତି। ଫୁଟ୍କି ମାରିଲାପରି ଆଖି ପିଛୁଡ଼ାକେ। ମାଟି କାମୁଡ଼ି ପଡ଼ୁଛନ୍ତି, ପୁଣି ଗାଣ୍ଠେ ଆସୁଛନ୍ତି। ନୂଆ ନୂଆ ମୁହଁ। ଚହଟ ଚିକ୍କଣ ଚେହେରା।